କପାଳରୁ ନାକ ପର୍ଯ୍ୟନ୍ତ ଲମ୍ବା ସିନ୍ଦୂର ଗାର। ଚା' ଦୋକାନରେ ବସିଥିବା ଗରାଖମାନଙ୍କୁ ସେ ବୋଧହୁଏ କିଛି କୋହୁଥିଲା। ମୋତେ ଦେଖିଲାକ୍ଷଣି ନମସ୍କାର କଲା। ମୁଁ ଟିକେ ହସି ତା' ନମସ୍କାରର ଜବାବ ଦେଲି। ସେ ଟିକିଏ ଆଗେଇ ଆସି କହିଲା, "କେତେବେଳେ ଆସିଲେ କି ସାଆରେ? କାଲି ନ ଥିଲେ ବୋଧେ! ରକ୍ଷା ପାଇଯାଇଛନ୍ତି ଆପଣ। କାଲି ଏଠି ଯୋଉ କାଣ୍ଡକାରଖାନା, ଆପଣଙ୍କ ପରି ଦୁର୍ବଳ ହାର୍ଟବାଲା ସିଧା ପଡ଼ି ଯାଇଥାଆନ୍ତା, ହେଁ, ହେଁ" ମୁଁ କିଛି କହିଲି ନାହିଁ। ମଣ୍ଟୁ ନବଘନକୁ ଡାକିଲା, "ଏଇ ଆଉ ଦି'ଟା ସ୍ପେଶାଲ୍ ହାଫ୍ ଚା'।" ଆଉ ମୋ ଆଡ଼କୁ ବୁଲି ପଡ଼ି ଅଭିଭାବକ ସ୍ୱରରେ କହିଲେ, "ଆଜିଠୁ ସ୍କୁଲ ଖୋଲିଲା ପରା! କିନ୍ତୁ କ'ଣ ହେବ! ଟେନ୍‌ସନ୍ ନ ଯିବା ଯାଏ ପିଲାଏ କୋଉ ସ୍କୁଲକୁ ଆସିବେ!" ମଣ୍ଟୁର କଥା ଶୁଣି ବିବ୍ରତ ହୋଇ ପଡ଼ିଲି। ପଡ଼ୋଶୀଙ୍କ ଠାରୁ ଗଣ୍ଡଗୋଳ ସମ୍ପର୍କରେ ସାମାନ୍ୟ ସୁରାକ୍ ପାଇଥିଲି। କିନ୍ତୁ କାହିଁକି ଏ ପ୍ରକାର ଗଣ୍ଡଗୋଳ ଘଟିଗଲା ସେ କଥା ଜାଣି ନ ଥିଲି। ପଡ଼ୋଶୀ ଭଦ୍ରମହିଳା ସେ ବାବଦରେ ମୋ ସାଙ୍ଗେ ଗପିବାକୁ ଆଗ୍ରହୀ ନ ଥିଲେ। ମୁଁ ପଚାରିଲି, "କିନ୍ତୁ ଗଣ୍ଡଗୋଳ କାହିଁକି ହେଲା ମଣ୍ଟୁବାବୁ?" ମଣ୍ଟୁ ବୀରଠାଣିରେ ଅଦୃଶ୍ୟ ସମାବେଶକୁ ଶ୍ ଉଦ୍‌ବୋଧନ ହ ଦେଉଥିବା ଭଙ୍ଗୀରେ କହିଲା, "ଯେତେବେଳେ ଶାନ୍ତିର ସବୁ ପଥ ବନ୍ଦ ହୋଇଯାଏ, ସେତେବେଳେ ଯୁଦ୍ଧ ହିଁ ଏକମାତ୍ର ଉପାୟ ହୋଇ ରହେ। ଭଗବାନ କୃଷ୍ଣ ନିଜେ ତ ଗୀତାରେ ଏକଥା କହିଯାଇଛନ୍ତି।" ଗଣ୍ଡଗୋଳର କାରଣ ନ ହେଲେ ବି ମଣ୍ଟୁ ଯେ ତହିଁର ଅନ୍ୟତମ କର୍ତ୍ତା ଏକଥା ତା' କଥାବାର୍ତ୍ତାରୁ ବୁଝି ପାରୁଥିଲି। ମଣ୍ଟୁ ତା'ର ପୂର୍ବ ଆଲୋଚନାକୁ ଫେରିଯିବାକୁ ଚାହୁଁଥିଲା। ତା' ସାମ୍ନାର ସେଇ ଅଦୃଶ୍ୟ ସମାବେଶକୁ ଶୁଣି ଶୁଣାଇଲା ପରି ସେ କହିଲା, "ଶଳା ଚନ୍ଦରା ବାବା କାଲି ରାତାରାତି କୁଆଡ଼େ ମଠ ଛାଡ଼ି ପଳେଇଛି। ସାଙ୍ଗରେ ସେ ଦି'ଟାଙ୍କୁ ବି ନେଇଯାଇଛି। ବଞ୍ଚିଗଲା ସେ ଭଣ୍ଡ ବାବାଜୀ! ଭାବିଥିଲା ବିଲେଇ ପରି ଆଖି ବୁଜି ବୁଜି କ୍ଷୀର ପିଉଥିବ। ହାବୁଡ଼ରେ ପଡ଼ିଥିଲେ ତା'ର ଗଣ୍ଡିମୁଣ୍ଡ ଯଦି ମୁଁ ଅଲଗା କରି ଦେଇ ନ ଥାନ୍ତି, ତାହାହେଲେ ମୁଁ ମାନଗୋବିନ୍ଦ ନାଏକର ପୁଅ ନୁହେଁ।" ଚନ୍ଦରା ବାବା? କାହିଁ ମଣ୍ଟୁ ଚନ୍ଦ୍ରମାଧବଙ୍କ ବିଷୟରେ କହୁନାହିଁ ତ! ଚନ୍ଦ୍ରମାଧବ ତ ସନ୍ନ୍ୟାସୀ ପରି ଗାଁ ମୁଣ୍ଡ ଶିବମନ୍ଦିର ପାଖେ ଆଶ୍ରମଟେ ତୋଳି ରହୁଛନ୍ତି। ସ୍କୁଲକୁ ଯିବାଆସିବା ରାସ୍ତାରେ ଦି'ଥର ତାଙ୍କ ସାଙ୍ଗେ କଥାଭାଷା ହୋଇଛି ମୋର। ମାତ୍ର ତାଙ୍କୁ ନେଇ ଗାଁରେ ବିବାଦ ମୁଣ୍ଡ ଟେକିବାର କାରଣ କ'ଣ? ମୁଁ ମଣ୍ଟୁକୁ ଧୀରେ ପଚାରିଲି, "କିନ୍ତୁ ବାବା ଗଲେ କୁଆଡ଼େ?" ସେ ତାଚ୍ଛଲ୍ୟ କଲା ପରି ଉତ୍ତର ଦେଲା, "ବାବା! ସେ ଶଳାଟି ବାବା ଫାବା କିଛି ନୁହେଁ। ଗୋଟେ ନିର୍ଘାତ ଭଣ୍ଡ। କହୁନାହାନ୍ତି, ଯାହାର ନିଜ ଜାତି, ଗୋତ୍ର, ଧର୍ମ କି ବଂଶ, ପରମ୍ପରା ପ୍ରତି ଆଦର ନାହିଁ, ସେ କେବେ ସାଧୁ ସନ୍ନ୍ୟାସୀ ହୋଇ ପାରେ? ଚନ୍ଦରା ଯେମିତି କାମ କରୁଥିଲା, ସେମିତି ଫଳ ପାଇଲା।" ମଣ୍ଟୁ ଏ ଗାଁର ଯୁବନେତା। ଏଇ ଗାଁରୁ ପାଖ ବଜାର ପର୍ଯ୍ୟନ୍ତ ଚାରି ପାଞ୍ଚଖଣ୍ଡ ଗାଁରେ ସମସ୍ତେ ତାକୁ ଜାଣନ୍ତି। ସ୍ଥାନୀୟ ବିଧାୟକଙ୍କ ସାଙ୍ଗରେ ତା'ର ଖୁବ୍ ଭଲ ପରିଚୟ ବୋଲି ସେ ମୋତେ କେତେଥର କହିଛି। 'ଡେଭିଲ୍ସ ଡେନ୍' କ୍ଲବ୍‌ର ମଣ୍ଟୁ ହେଉଛି ସାଧାରଣ ସମ୍ପାଦକ। ପାଟପୁର ବଜାରର ଗଞ୍ଜେଇ ଦୋକାନ ଠିକା ତା' ବାପା ମାନଗୋବିନ୍ଦ ନାଏକଙ୍କ ନାଆଁରେ ଚାଲୁଛି। ଚନ୍ଦ୍ରମାଧବଙ୍କୁ ମଣ୍ଟୁ ଓ ଉପସ୍ଥିତ ଲୋକମାନେ ଯେମିତି ଚନ୍ଦା, ଚନ୍ଦରା ଓ ଚନ୍ଦିଆ ବୋଲି ସମ୍ବୋଧନ କରୁଥିଲେ, ତହିଁରୁ ଚନ୍ଦ୍ରମାଧବଙ୍କ ଉପରେ ସେମାନଙ୍କ କ୍ରୋଧର ପରିମାଣ ମୁଁ କଳି ପାରୁଥିଲି। କିନ୍ତୁ ଚନ୍ଦ୍ରମାଧବ ଯେଉଁଭଳି ଲୋକ, ସେ କଦାପି ସେପରି ଗର୍ହିତ କାମ କରି ନଥିବେ। ଗତ ମାସରେ, ସ୍କୁଲ ଛୁଟି ହେବା ପୂର୍ବ ସପ୍ତାହରେ ମୋର ତାଙ୍କ ସାଙ୍ଗେ ଦେଖା ହେ ହେଇଥିଲା। ମୁହଁ ସଞ୍ଜବେଳେ ବଜାରରୁ ଫେରୁଥିଲି। ହଠାତ୍ ଝଡ଼ ତୋଫାନ ଘୋଟି ଆସିଲା। ସ୍କୁଲ ପର୍ଯ୍ୟନ୍ତ ଯିବାକୁ ତର ସହିଲା ନାହିଁ। ଚନ୍ଦ୍ରମାଧବଙ୍କ ଆଶ୍ରମ ଭିତରେ ପଶିଯାଇଥିଲି। ଚନ୍ଦ୍ରମାଧବ ସେତେବେଳେ ବଗିଚାରେ ପାଣି ଦେଇସାରି ପିଣ୍ଡା ଉପରେ ବସିଥାଆନ୍ତି। ପିନ୍ଧା ମଠାଲୁଗା ଓଦା ଜଡ଼ସଡ଼। ଦେହରେ ଖଣ୍ଡିଏ ଗେରୁଆ ଚାଦର।